ବାବୁମିଆଁ ବାବୁମିଆଁ ରାଜି ହେଲି। ଜମିଦାରଙ୍କ ଚାନ୍ଦିନୀ ଉପରେ ଗାମୁଛା ପାରି ସେ ଶୋଇପଡ଼ିଲା। ମୁଁ ଘରକୁ ଫେରିଲି। ଦିନଯାକ ହେଇ ହେଇ, ଗଲା , ଏ ଘରେ ପଶେ ସେ ଘରେ ପଶ, ଏ ସାହିକୁ ଦୌଡ଼ ସେ ସାହିକୁ ଦୌଡ଼। ହଇରାଣ ହୋଇ ନୟାନ୍ତ ହୋଇଥିବାରୁ ଯଥାତଥା କରି ନାକରେ କାନରେ କ'ଣ ଦୁଇଟା ଗୁଞ୍ଜିଦେଇ ଶୋଇପଡ଼ିଲି। ମୋର ରକ୍ଷୟିତ୍ରୀ ମତେ ଶୋଇବାର ଦେଖି କବାଟ ଆଉଜେଇ ଦେଇ ଚାଲିଗଲା ଅନ୍ୟ ବଖରାକୁ ନିଜେ ଶୋଇବାକୁ। ମତେ ଛାଇନିଦ ଲାଗିଆସୁଥାଏ। ହଠାତ୍ ଖୁଡକିନା କ'ଣଟାଏ ଶବ୍ଦ ବାଜିଲା ମୋ କାନରେ। ମୁଁ ଧଡ଼ପଡ଼ ହୋଇ ଉଠିବସିଲି। ତକିଆ ତଳୁ ଟର୍ଚ୍ଚଟାକୁ ଦରାଣ୍ଡି ଆଣି ସୁଇଚ୍ ଟିପିବା ମାତ୍ରେ ଦେଖିଲି, ଜନ୍ତୁଟା ବସିଛି ଆସି ସିଧା ଖଟ ଉପରେ, ଶେଯରେ। ଗୋଟିଏ ଅତର୍କିତ ରଡ଼ି ମୋ ନାହି ମୁଣ୍ଡରେ ଛାତି ପର୍ଯ୍ୟନ୍ତ ଉଠିଆସି କାହିଁକି ପୁଣି ଅଟକିଗଲା ମଝିରେ। ବୋଧହୁଏ ଅତିଶୟ ଭୟଭୀତ ହୋଇଯିବାରୁ ମୋ ତଣ୍ଟି ପଡ଼ିଗଲା। ଦେହ ବରଡ଼ାପତ୍ର ଭଳି ଥରିବାକୁ ଲାଗିଲା। ମୋ ହାତରୁ ଟର୍ଚ୍ଚ ଜଳୁଥାଏ। ମାଙ୍କଡ଼ ବସିଥାଏ ସେଇ ଆଲୁଅ ମଝିରେ, ମୋ ଶେଯ ଉପରେ। କେବଳ ସେତିକି ନୁହେଁ। ମୋ ଭୟର ଅସଲ କାରଣ ମୁଁ କହିନାହିଁ ଏଯାଏ। ଯେତେବେଳେ ମୋ ପାଟି ପଡ଼ିଯାଇଛି ଆଉ ମୁଁ ଚିତ୍କାର କରିବାକୁ ଅକ୍ଷମ ବୋଲି ସେ ବୁଝିଗଲା, ସେଇଠୁ ଆରମ୍ଭ କଲା ସେ ତାର ଶେଷ ଖେଳ ମୋ ସାଥିରେ। ମାଙ୍କଡ଼ମାରିଣୀ ସମିତିର କନିଷ୍ଠତମ ସଭ୍ୟ ହିସାବରେ ହୁଏତ ସେ ବୁଦ୍ଧିମାନ ମାଙ୍କଡ଼ ଚିହ୍ନିସାରିଥାଏ ମତେ ଆଉ ଜାଣିସାରିଥାଏ ମଧ୍ୟ ସମିତି ପକ୍ଷରୁ ଯେଉଁ ବିଶେଷ ଦାୟିତ୍ୱଟି ଦିଆଯାଇଥାଏ ମତେ। ମୋ ଗୁରୁଜୀମାନେ ମତେ ଗୁପ୍ତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଦେଇସାରିଥାନ୍ତି ସମସ୍ତ ଆୟୋଜନ ଭିତରେ। ଆମର କ କକେଇ ଲେଖା ସେ ଗୁରୁଜନ ଯେ ମତେ ପ୍ରଥମେ ସମିତି ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କରିଥିଲେ, ସେଇ କହିଥିଲେ ମୋ କାନରେ, ଦେଖ! ଏମିତି ବେଳ ଆସିପାରେ ଯେତେବେଳେ ବାବୁମିଆଁକୁ ଚିତ୍ରାଙ୍ଗି କାଟି ସେ ମାଙ୍କଡ଼ ଯାଇ ପଶିବ କାହା ହାଣ୍ଡିଶାଳରେ କି ଠାକୁର ଘରେ। ବାବୁମିଆଁ ଜାତିରେ ମୁସଲମାନ। ମୁସଲମାନ ମାଙ୍କଡ଼ ମାରିଲେ ପାପ ଲାଗିବ ନାହିଁ। କିନ୍ତୁ ହିନ୍ଦୁମାନଙ୍କୁ ସେ କାମ କରିବାକୁ ମନା। ତେବେ ଯଦି ଦରକାର ପଡ଼ିବ ତ ମାରିବାକୁ ପଡ଼ିବ ଆମକୁ। ତତେ ଦିଆଗଲା ଏ ଦାୟିତ୍ୱ। ଯଦି ହାବୁଡ଼େ ପଡ଼େ କୋଉ ଅକଳିଆ ଥାନରେ, ବାବୁମିଆଁ ପଶି ନ ପାରିବ ସେ ଥାନରେ, ତେବେ ଡରିବୁ ନାହିଁ, ଦେବୁ ପିଟି। ଦେଖାଯିବ ଯାହା ହେବ ତେଣିକି। ସମିତି ପକ୍ଷରୁ ପ୍ରାୟଶ୍ଚିତ୍ତ କରାଯିବ। ତା' ଛଡ଼ା ପିଲାଙ୍କୁ କିଛି ଦୋଷ ନାହିଁ, କିଛି ଦୋଷ ଲାଗେ ନାହିଁ ତାଙ୍କୁ। ଟର୍ଚ୍ଚ ଆଲୁଅରେ ବିଚରା ଗଧ୍ ଗେଧ ମାଙ୍କଡ଼ଟାର ମୁହଁ ଦେଖିଦେଲା ମାତ୍ରେ ମୋର ମନପଡ଼ିଗଲା କକେଇ କକେଇଙ୍କର ସେ ଉପଦେଶ। କିନ୍ତୁ ଜନ୍ତୁଟାର ଆଖି ଦୁଇଟା ସାଥିରେ ମତ୍ ଯେତେବେଳେ ମୋ ଆଖି ମିଶିଗଲା, ମତେ ଲାଗିଲା ଅନ୍ୟ ପ୍ରକାର। ମନେହେଲା ଯେମିତିକା ଜନ୍ତୁଟା ମତେ ନିର୍ଦ୍ଦେଶ ଦେଲା ଭଳି କହୁଥିଲା, ହେଁ! ଆଉ ବସିଛୁ କାହିଁକି? ଦେ, ଖତମ କରିଦେ ମତେ। ମୁଁ ବାବୁମିଆଁ ହାତରେ ମରିବାକୁ ଚାହେଁନା, ମରିବାକୁ ଚାହେଁ ତୋରି ହାତରେ । ତମରି ହାତରେ । ତମରି ହିନ୍ଦୁଙ୍କ ହାତରେ । ବୁଝିପାରୁନୁ ଏ କଥା? ପଚାରୁଥାଏ ସେ। ମୋ ଥରା ଟିକିଏ ବନ୍ଦ ହୋଇଗଲା, ଜନ୍ତୁଟା ସହିତ ମୋର ସେ ବୁଝାମଣା ଟିକକ ଭିତରେ। ଟର୍ଚ୍ଚ ଆଲୁଅ ସେମିତି ଜଳୁଥାଏ। ମୁଁ ଖଟରୁ ଓହ୍ଲାଇଲି। ବାକ୍ସରେ ମୋ ବାପାଙ୍କର ଗୋଟିଏ ବଡ଼ ଛୁରୀ ଥିଲା, ଜାଣିଥିଲି। ସେଇ ଛୁରୀଟିକୁ ଆଣି ଥୋଇଲି ଶ ଶେଯ ଉପରେ। ମାଙ୍କଡ଼ଟା ପଳେଇଗଲା ନାହିଁ ସେ ଛୁରୀ ଦେଖି। ବରଂ ତାର କଳା ମୁହଁରେ ଗଭୀର ଦୁଃଖରେ ମଉଳିପଡ଼ିଥିବା ଆଖି ଯୋଡ଼ିକ ଚକଚକ ଦିଶିଲା। ବଡ଼ ବଡ଼ ଦେଖାଗଲା। ସକାଳ ହେଲା। ମୋ ବିଛଣାଚାଦର ଗୋଟାକଯାକ ରକ୍ତ ଜୁଡ଼ୁବୁଡ଼ୁ। ମଲା ମାଙ୍କଡ଼ଟି ଚିତ୍ ହୋଇ ଶୋଇଥାଏ ମୋ ଶେଯରେ। ତା' ତଣ୍ଟିରେ ମୋରି ଚାକୁ,ଆଉ ଆମ ବାପାଙ୍କ ଚାକୁ, ଆମ ହିନ୍ଦୁଙ୍କ ଚାକୁ। ତା' ଆଖି ଯୋଡ଼ିକ ମୁଦିହୋଇଯାଇଥାଏ। ବଡ଼ ଖୁସିରେ ମଲା ପରି ମରିଥାଏ ସେ। ସୂର୍ଯ୍ୟ ଉଇଁବା ପୂର୍ବରୁ ଗାଁରେ ବାବୁମିଆଁ ବଡ଼ ହଲ୍ଲା କରୁଥାଏ, ଆରେ ବାବୁ ଉଠୋ! ଶିକାର ନିକଲ ଯାଏଗା। କବ୍‌ଜା କରୋ। ମାଙ୍କଡ଼ମାରିଣୀ ସମିତିର ସଭ୍ୟମାନେ ବାବୁମିଆଁର ହଲ୍ଲା ଶୁଣି ଉଠିପଡ଼ିଲେ।